ମାତ୍ର ସେ ପାଟି ଖୋଲି କହିପାରିଲେ ନାହିଁ। କାଳେ ଲୋକଟା କ'ଣ ଭାବିବ? ପୁଣି ଯଦି ଆଉ ନ ଆସେ? ଏହି ଆଶଙ୍କାରେ ସେ କିଛି କହିଲେ ନାହିଁ। ଲୋକଟା ଚା' ପିଇଦେଇ ଯିବାକୁ ବାହାରିଲା। ବିଦ୍ୟୁପ୍ରଭା ତାକୁ କହିଲେ, ''ଚା କପେ ଏଠାକୁ ଆସି ନ ଖାଇଲେ କ'ଣ ଭାରତ ଅଶୁଦ୍ଧ ହୋଇଯିବ? ଏମିତି ମଣିଷ ମୋଟେ ନ ଆସିବା ହିଁ ଭଲ। '' ସେ ଲୋକଟା କେବଳ ହସିଲା। ସେ ହସରେ ଯେ କ'ଣ ଅର୍ଥଥିଲା ତାହା କେବଳ ତାକୁ ଜଣା। ବିଦ୍ୟୁପ୍ରଭାଙ୍କର ଇଚ୍ଛା ହେଉଥିଲା ସେ ଲୋକଟିର ଦୁଇ ଗାଲରେ ଦୁଇ ଚାପୁଡ଼ା ବସାଇ ବିଦା କରିଦେବାକୁ। ମାତ୍ର ତାହା ସେ କରିପାରିଲେ ନାହିଁ। ମଣିଷ ଯାହା କରିବାକୁ ଭାବେ ସେତିକି ଯଦି ସେ କାର୍ଯ୍ୟରେ ପରିଣତ କରିନପାରେ ବୋଧହୁଏ ତା'ର ଜୀବନରେ ପୂର୍ଣ୍ଣତା ଆସେ ନାହିଁ। ତେବେ ଲୋକଟା ଗାଲରେ ଦୁଇଟା ଗରମ ଚାପୁଡ଼ା ଆଉ ଥୋଇଦେବ କି? ଏହା ଭାବୁଛନ୍ତି ହଠାତ୍ ଲୋକଟା କହିଲା ''ଆଚ୍ଛା ଆସୁଛି। '' ''ଆପଣ ନ ଆସିଲେ କ'ଣ ଚଳିବ ନାହିଁ? ଆପଣଙ୍କ ଭଳି ହୃଦୟହୀନ ଲୋକ ନ ଆସିବା ହିଁ ଭଲ। '' ଏତିକି କହିଲେ ବିଦ୍ୟୁପ୍ରଭା। ସେଦିନ ଲୋକଟାର ପାଟିରୁ ଗଡ଼ରେଜ୍ ତାଲାଟା ହଠାତ୍ ଖୋଲିଗଲା। ସେ ଅପୂର୍ବ ଉତ୍ସାହର ସହିତ ଆରମ୍ଭ କଲା, ''ଦେଖନ୍ତୁ ଆପଣ ସବୁବେଳେ ମୋତେ ଅପେକ୍ଷା କରୁଛନ୍ତି। ମୋତେ ଦେଖିଲେ ରାଗରେ ଜଳିଯାଉଛନ୍ତି। କିନ୍ତୁ ଆପଣଙ୍କର। ମନେରଖିବା ଉଚିତ ଯେ ମୁଁ ନିର୍ବୋଧ ପୁରୁଷ ପରି ସ୍ତ୍ରୀକୁ ଭଲପାଇ ଜାଣେନାହିଁ। ସ୍ତ୍ରୀର ଅନ୍ତର ମୁଁ ଚିହ୍ନେ। ସ୍ତ୍ରୀ ଜାତିର ମୁଖର ଭାଷାକୁ ମୁଁ ବିଶ୍ୱାସ କରିପାରେ ନାହିଁ। ସ୍ତ୍ରୀର ହୃଦୟର ଭାଷା ମୁଁ ବୁଝିପାରେ ବୋଲି ମୁଁ ଦେଖିଲା ମାତ୍ରେ ତାକୁ ଚିହ୍ନିପାରେ। ତେଣୁ ମୁଁ ଯେତିକି ବୁଝିଛି କେବଳ ସେତିକି କହୁଛି। ସ୍ତ୍ରୀ ପାଖରେ ସ୍ନେହ ଓ ପ୍ରେମର ମୂଲ୍ୟ ନିହାତି ତୁଚ୍ଛ। ସ୍ୱାମୀକୁ ମସ୍ତକରେ ଧାରଣ କରିବାକୁ ସେ ଯେତେ ଆନନ୍ଦ ନ ପାଏ ତାକୁ ପଦତଳରେ କ୍ରୀତଦାସରୂପେ ଖଟାଇବାକୁ ସେ ସେତେ ଆନନ୍ଦ ପାଏ। ଏଣୁ ସ୍ୱାମୀ ସ୍ତ୍ରୀ ଆଖିରେ ମୋଟେ ବଡ଼ ଜିନିଷ ନୁହେଁ। ଯେ ତାକୁ ଶାଢ଼ି, ଶଙ୍ଖା ଦେଲା ସେ ହେଲା ତା'ର ସ୍ୱାମୀ। ଅଯୋଗ୍ୟ ସ୍ୱାମୀର କଥା ନ କହିବା ହିଁ ଭଲ, ସେ ସ୍ତ୍ରୀ ଆଖିରେ କୁକୁରଠାରୁ ମଧ୍ୟ ନ୍ୟୁନ। '' ସେଦିନ କହୁଁ କହୁଁ ଲୋକଟା ଅନେକ କିଛି କହିଗଲା। ବିଦ୍ୟୁପ୍ରଭା ସବୁ ନିରବରେ ସହ୍ୟ କରିଗଲେ। ପାଟି ଫିଟାଇ କିଛି କହିପାରିଲେ ନାହିଁ। କେବଳ ସେ ପଚାରିଲେ, ''ଆପଣଙ୍କ ଭଳି ସ୍ୱାମୀଙ୍କୁ ଆପଣଙ୍କ ସ୍ତ୍ରୀ କିପରି ଭଲପାଆନ୍ତି? '' ସେ ଲୋକଟି ସଙ୍ଗେ ସଙ୍ଗେ ଜବାବ୍ ଦେଲା, ''ସେ ମୋତେ ଭଲପାଏ କି ନାହିଁ ତାହା ମୁଁ ବୁଝିବାକୁ ମୋଟେ ଚେଷ୍ଟା କରେନାହିଁ। ତେବେ ଏତିକି ଜାଣେ ଯେ ସେ ମୋତେ କେବେହେଲେ ଅବହେଳା କରେନାହିଁ। ମନ ମଧ୍ୟରେ ଘୃଣାକରି ଅଧରରେ ହସଫୁଟାଇ 'ମୁଁ ତୁମକୁ ଭଲପାଏ' ବୋଲି ସେ କେବେହେଲେ କହେନାହିଁ। ମୋ ଭଳି ଉଦ୍ଧତ ପୁରୁଷର ଦୌରାତ୍ମ୍ୟ ଯେଉଁ ସ୍ତ୍ରୀ ସହ୍ୟ କରିବାକୁ ଅଭ୍ୟସ୍ତ ହୋଇଗଲାଣି ସେ ମୋତେ ଘୃଣା କରିବାକୁ ଅବସର ପାଇବ କୁଆଡ଼ୁ-? '' ''ଆପଣଙ୍କ ସ୍ତ୍ରୀ ଯେ ଆପଣଙ୍କୁ ଘୃଣାକରନ୍ତି ନାହିଁ ଏକଥା ଆପଣ ଜାଣିଲେ କିପରି? '' ପଚାରିଲେ ବିଦ୍ୟୁପ୍ରଭା। ''ଆପଣଙ୍କୁ ଦେଖି ମୁଁ ଜାଣି ପାରୁଛି। '' ସଙ୍ଗେ ସଙ୍ଗେ ଲୋକଟି ଜବାବ୍ ଦେଲା। ବିଦ୍ୟୁପ୍ରଭା ଲୋକଟାର କଥା ଶୁଣିଲାକ୍ଷଣି ଲାଜରେ ଲାଲ ପଡ଼ିଗଲେ। ଆଉ ଯେପରି ଦିନକ ପାଇଁ ଏଠାରେ ଆପଣଙ୍କର ପାଦନପଡ଼େ। ଏଟା ହେଉଛି ଭଦ୍ରଲୋକର ଘର। '' ତଥାପି ଲୋକଟାର କୌଣସି ପରିବର୍ତ୍ତନ ହେଲାନାହିଁ। ସେ କେବଳ ଫିକା ହସଟିଏ ହସି ଦେଇ କହିଲେ, ''ଚା କପେ ଆପଣଙ୍କର ରହିଗଲା। ଆଚ୍ଛା ନମସ୍କାର। '' ଏତିକି କହିଦେଇ ସେଦିନ ଲୋକଟି ବାହାରିଗଲା। ସେ ଲୋକଟି ମୋଟେ ଆଉ ଫେରିନାହିଁ। ଫେରିବାର ଆବଶ୍ୟକତା ବୋଧହୁଏ ନ ଥିଲା। ମଣିଷ ମଣିଷକୁ ଥରେ ଚିହ୍ନିଗଲେ ଆଉ ଚିହ୍ନିବାର ଆବଶ୍ୟକତା ବୋଧହୁଏ ନଥାଏ। ସେଥିପାଇଁ କ'ଣ ସେ ଲୋକଟି ଆଉ ଆସୁନାହିଁ? ଏହି କଥା ପ୍ରତିଦିନ ଚା' ଖାଇଲାବେଳେ ବିଦ୍ୟୁପ୍ରଭାଙ୍କର ମନେପଡ଼େ। ସେହି ସୃଷ୍ଟିଛଡ଼ା ମଣିଷଟିକୁ ବିଦ୍ୟୁପ୍ରଭା ମୋଟେ ମନ ମଧ୍ୟରୁ ଅନ୍ତର କରି ଦେଇପାରନ୍ତି ନାହିଁ। ସେହି ଲୋକଟାର ବନ୍ଧୁତ୍ୱ ସେ କାମନା କରନ୍ତି।